ମୁରବୀମାନେ ଆମ ପାଇଁ କ'ଣ ଭଲ–ଡାକ୍ତର ରୋଗୀକୁ ପଥି ବତାଇଲା ପରି କହିଦେଉଥିଲେ। ସଇଁତିରିଶର ବାଳାମଣି ହସି ଜାଣି ନ ଥିଲା। ଆଜି ତେସ୍ତରୀର ଓଡ଼ିଆ ବାଳାମଣି କାନ୍ଦି ଜାଣେ ନାହିଁ। ଚାଲାଣ ଜିନିଷ ମଧ୍ୟ ମିଳିଯାଉଛି। ରଙ୍କୁଣୀ ପାଲଟି ହନ୍ତସନ୍ତ ହେବାର କାରଣ ନାହିଁ। ଆଜିର କଥା ଆଜି ଶେଷ। ଆଉ ତା'କୁ ଘରେ ରହି ଘସିନିଆଁରେ ଠେକିରେ ପୁରୁଣା ଚାଉଳକୁ ଦି'ଘଣ୍ଟା ଫୁଟାଇଲା ବେଳେ ବସି ବସି ସେହି ଅସଂପୂର୍ଣ୍ଣ ପ୍ରୀତିର ପୁରୁଣା କଥା କେଇପଦକୁ ନିଜର ଅନ୍ତରର ଉଷ୍ମତାରେ ସିଝାଇବା ଦରକାର କ'ଣ? ଉପେନ୍ଦ୍ରଭଞ୍ଜ ଯୁଗରେ ଏହି ପ୍ରତୀକ୍ଷା ଥିଲା ଉପର ସ୍ତରର ପ୍ରତୀକ୍ଷା। ଉଭୟ ପକ୍ଷ ଥିଲେ ପ୍ରୀତିକୁଶଳ ଓ ପ୍ରେମ ବିଚକ୍ଷଣ। ଦେହରେ ଥିଲା ବଳ। ଅମାରରେ ଥିଲା ଧାନ। ନିଜର ଗାଁ ଓ ଅଞ୍ଚଳରେ ସାମାନ୍ୟ ହେଲେ ବି ପ୍ରତିପତ୍ତି ଥିଲା। କୁଳଶୀଳ ଜଣା ନ ଥିବା ଲୋକକୁ ପାଖରେ ପୂରାଇବା କଥା ନଥିଲା। ଗାଁ କନିଆ ଶିଙ୍ଘାଣିନାକୀ ନ ହୋଇ ଶୁଆନାକୀ ହେଇଗଲେ ସବୁ ଠିକ୍ଠାକ ହୋଇଗଲା। କିଛି ବିରହ ଓ ପ୍ରତୀକ୍ଷା ପରେ ମିଳନ ହେଲେ ଆଉ ଦେହ ସୁଖର ସମସ୍ତ ସୁବିଧା ମିଳିଲେ ହେଲା ସଫଳତା ଓ ତୃପ୍ତି। ବିରହ ଓ ବିଚ୍ଛେଦ ଅଳ୍ପ। କାରଣ ଜୀବନ ଥିଲା ଗଡ୍ଡାଳିକା। ସେ ଟୋକିକୁ କେମିତି ହାତ କରିବା–ଏତକ ଥିଲା ସବୁଠାରୁ ବଡ଼ ପ୍ରଶ୍ନ। ଏଇକଥା ସାହିତ୍ୟିକା କୁନ୍ତଳା କୁମାରୀ କଟକର ମେଡ଼ିକାଲ ସ୍କୁଲର ଛାତ୍ରୀ ଥିଲାବେଳେ ଉତ୍କଟ ଥିଲା। ତା'କୁ ଆମେ ଡାହାଣ ପନ୍ଥୀମାନେ କହୁଥିଲୁ ପାଶବିକତା। ଏଇ ଯୌନ ସଂପର୍କର ବାଧ୍ୟବାଧକତା ଉପରେ ଦୁଇଟି ମତ ଥିଲା–ରକ୍ଷଣଶୀଳ ବା ଡାହାଣ ପନ୍ଥୀ ମତ। ଆଉ ଗୋଟିଏ ଥିଲା ସ୍ୱାଧୀନ ବା ବାଉଁଆ ମତ। ମାଛ ଧରିଲା ପରି ତିରିଲା ଶିକାର ଥିଲା ପ୍ରତାପୀ ଲୋକଙ୍କର କର୍ମ। ସେମାନେ ଭୋଗ କରୁଥିଲେ। ତେଣୁ କବିତା ଲେଖୁ ନଥିଲେ। କବିତା ଲେଖୁଥିଲେ ସେତେବେଳର ତଳୁଆ ଛୋଟିଆ ଓ ନିକଷିଆ ଲୋକେ। ଆହା–ତାକୁ ସେ ନେଇଗଲା। ମୁଁ ବସି ବସି ଝୁରିବି। ସେ ଆସିଗଲେ ଜୀବନ ପରିପୂର୍ଣ୍ଣ ହୋଇଯିବ। ତାହାର ମୁହଁଟି ପୁନେଇ ଚାନ୍ଦ ପରି ଆଉ ସେ ଆସିଗଲେ ମୋର ଜୀବନ ହେଇଯିବ ଷୋଳ କଳାର ପୁନେଇ। ବିରହ କହିଲେ ବେଳେବେଳେ ବୁଝାଉଥିଲା–ଅପେକ୍ଷା। ସେ ଥିଲା ଆଉ ଆସିବ। ଏତିକିର ବ୍ୟବଧାନ ହେଉଛି ବିରହର ପରିମାଣ। ଅଧିକାଂଶ ଲୋକଙ୍କର ଜୀବନରେ ବିରହ ଥିଲା-। କୃଷ୍ଣଙ୍କର ଜୀବନରେ ଯଦି ବିରହ ଏତେ ଆଞ୍ଛୁଡ଼ା ଦାଗ ପକାଇଥିଲା ତମ ଆମ ପରି ଲୋକଙ୍କ ଜୀବନରେ ବିରହ ନ ଆସିବ କେମିତି? ଆଜିର ତରୁଣ ତରୁଣୀ ପଚାରୁଛନ୍ତି–ଏଇ ସୃଷ୍ଟିରେ ଅସଂଖ୍ୟ ଚିତ୍ର ବିଚିତ୍ର ଜୀବନର ସମ୍ଭାର। ତାହାହେଲେ କ'ଣ ପାଇଁ ଜଣେ ଆଉ ଜଣକୁ ଝୁରୁଥିଲା? ଏହି ଝୁରିବାରେ ଜଣା ପଡ଼ୁଛି ଯେ ଉଭୟଙ୍କ ଆଡ଼ୁ ପ୍ରଗାଢ଼ ଆକର୍ଷଣ। ନଥିଲା। ସେତେବେଳେ ବଶ୍ୟତା ବା ଆକର୍ଷଣ ନିର୍ଭର କରୁଥିଲା ଯୌନ ସଙ୍ଗମର ମମତା ଉପରେ– ତାହାର ମୋର ବନ୍ଧ ସଂଯୋଗ ହୋଇଲେ ବଶ ହୋଇ ଗୋଡ଼ାଇବ ମୋହର ତୁଲେ କିନ୍ତୁ ଖାଲି ସୌନ୍ଦର୍ଯ୍ୟର ପ୍ରୀତିରେ ଦିନ ଦିନ ଧରି ଚାହିଁ ଆଖି ପାଣି ଆଖିକଣରେ ଶୁଖାଇବା ହେଉଛି ଏହି ନୂତନ ସମୟ ବା ପଚାଶମସିହା ପରର ଲେଖକମାନଙ୍କର ଆମଦାନୀ। ଏହାଛଡ଼ା ଆଉ ଗୋଟିଏ କଥା ଥିଲା ଯେ ପୂର୍ବ ସମୟରେ ଯୌନ ସୁଖର ସ୍ୱାଧୀନତା ନଥିଲା। ଏତକ ଥିଲେ ପୁରୁଣା ଲେଖା